ନିଜ କୋଠରିକି ଫେରି ଆସି ଅଫିସର ଡାକ ଭିତରୁ ଖଣ୍ଡେ ବ୍ୟକ୍ତିଗତ ଚିଠି ପାଇଲେ ନଚନଚଦେବ। ବଡ଼ ରୁଚି କଟୁ, ତିର୍ଯକ, ବଡ଼ ଅପ୍ରିୟ। ପାଣ୍ଡୁଲିପିଟି ମଧ୍ୟ ଭିନ୍ନ ଏକ ପ୍ୟାକେଟରେ ଫେରି ଆସିଛି। ବହୁ ଦିନ ତଳର ଲେଖା। ଅନ୍ୟ କାମ ବନ୍ଦ କରି ନଚଦେବ ପ୍ୟାକେଟ ଫିଟେଇ ପାଣ୍ଡୁ ଲିପିର କେତୋଟି ଧାଡ଼ି ପଢ଼ି ବସିଲେ। ଏହି ସମୟରେ 'ସଜନୀ' ଗୀତ ଗାଇ ରାସ୍ତାରେ ଚାଲିଗଲେ ଦଳେ ଯୁବତୀ। ପାଣ୍ଡୁଲିପିକୁ ଟେବୁଲ ଉପରେ ଥୋଇ ଦେଇ ଯାଇ ନଚଦେବ ବାରଣ୍ଡାରେ ଠିଆ ହେଲେ। ସେତେବେଳକୁ ଯୁବତୀ ଦଳଟି ଚାଲିଗଲେଣି ଆଗକୁ। ନଚଦେବଙ୍କ ଆଖିରେ ପଡ଼ିଲା ସେମାନଙ୍କ ପଶ୍ଚାତ୍ଭାଗର ଶୋଭା। ପଛପଟର ଉନ୍ନତ ମାଂସଳ ସ୍ଥାନ ଉପରେ ସକାଳର ସୂର୍ଯ୍ୟାଲୋକ ଯେମିତି ଲୋଭେଇ ପଡ଼ି ନେଶି ହେଇ ଯାଇଚି। ଯୁବତୀଦଳ ଚାଲିଯିବା ପରେ ବାରଣ୍ଡାରୁ ନଚଦେବ ପୁଣି ଘର ଭିତରକୁ ଫେରି ଆସି ପାଣ୍ଡୁଲିପି ଓଲଟେଇଲେ। 'କୁରଙ୍ଗମ ଛୁଟି ଚାଲିଛି ପ୍ରଗତିର ପ୍ରତୀକତା ଧରି ଆଗକୁ, ତା' ଉପରେ ସଓ୍ୟାର୍ ହୋଇଛି ଗୋଟିଏ ଯୁବତୀ; ଶେଷରେ ବିଦ୍ରୋହୀ ଓ ବିପ୍ଳବୀମାନଙ୍କ ସହ ଯୁବତୀର ଲାଗିଛି ସଂଘର୍ଷ। ପରିଣାମରେ ମରି ଯାଇଛି ତୁରଙ୍ଗମ ଏବଂ ଯୁବତୀ ହୋଇଛି ବିଦ୍ରୋହୀମାନଙ୍କଦ୍ଵାରା ବନ୍ଦିନୀ। ପରେ ତାହାକୁ ଉଦ୍ଧାର କରିଛନ୍ତି ବିପ୍ଳବୀମାନେ। ମାତ୍ର ବିଦ୍ରୋହ ଦମନ ପରେ ଦେଖାଗଲା, ସେହି ଯୁବତୀ ହୋଇଛି ଅନ୍ତଃସତ୍ତ୍ଵା। କାହାର ସନ୍ତାନ ରହିଛି ଏହି ଯୁବତୀର ଗର୍ଭରେ? ହତ୍ୟା, ହତ୍ୟା। ହତ୍ୟାକର ସେହି ଯୁବତୀକି। ଯୁବତୀଙ୍କୁ ଆକ୍ରମଣ କରିବା ପାଇଁ ଧାଇଁ ଆସିଲେ ବିପ୍ଳବୀର ଦଳ। କିନ୍ତୁ ଯୁବତୀକୁ ସେମାନେ ପାଇ ପାରିଲେନି। ଅନେକ ଅନୁସନ୍ଧାନ ପରେ ସେମାନେ ନିକଟବର୍ତ୍ତୀ ପାହାଡ଼ର ଗୋଟିଏ ଗୁହା ଭିତରେ ପାଇଲେ ଗୋଟିଏ ନବଜାତ ଶିଶୁକୁ। ଶିଶୁଟି ଗୋଟିଏ ପୁତ୍ର ସନ୍ତାନ। କାହାର ଏହି ସନ୍ତାନ? ବିଦ୍ରୋହ ନା ବିପ୍ଳବର? ସ ସମସ୍ତଙ୍କ ମୁହଁରେ ଫୁଟି ଉଠିଲା ଏକ ବିରାଟ ପ୍ରଶ୍ନବାଚକ। ପରସ୍ପର ଚାହିଁଲେ ପରସ୍ପରର ମୁହଁକୁ। ସମସ୍ତଙ୍କ ହାତରୁ ଖସି ପଡ଼ିଲା ଅସ୍ତ୍ର। ସେହି ଅସ୍ତ୍ର ବିଦ୍ରୋହ ଓ ବିପ୍ଳବ ଉଭୟର ସାଧନ। ତେବେ, ଉଭୟ ପନ୍ଥାର ସାଧନ ଶେଷ ହେବା ପରେ କି ପରିସ୍ଥିତିର ଅଭ୍ୟୁଦୟ ଘଟେ? ଅକସ୍ମାତ୍ ବିପ୍ଳବୀଦଳର ନେତା ଏକ ଅଗ୍ନି ସ୍ଫୁଲିଙ୍ଗର ଝଲକ ଅନୁଭବ କଲେ ତାଙ୍କର ଦୃଷ୍ଟିରେ। ତାଙ୍କର ଚିନ୍ତାରେ ମଧ୍ୟ ବିରାଟ ପରିବର୍ତ୍ତନର ସୂତ୍ରପାତ ହେଲା। ସେ ମନେ କଲେ, ହୁଏତ ସମସ୍ତଙ୍କର ଅଜ୍ଞାତରେ ବିଦ୍ରୋହ ଓ ବିପ୍ଳବର ଅଭିଯାନ ଶେଷ ହୋଇଯାଇଛି। ଉଭୟର ସୀମାତିକ୍ରମଣ ପରେ ଉଭୟର କାର୍ଯ୍ୟ ବହନ କରି ଆସିଛି ଶାନ୍ତି। ପ୍ରଗତି ସାଧିତ ହୁଏ କେବଳ ଶାନ୍ତିରେ, ବିଦ୍ରୋହ କିମ୍ବା ବିପ୍ଳବରେ ନୁହେଁ। ମନର ଚିନ୍ତା ଭିତରେ ଆତ୍ମସମ୍ବୃତ ହୋଇ ଶିଶୁଟିକୁ ତଳୁ ଉଠେଇ ନେଲେ ବିପ୍ଳବୀଦଳର ନେତା। ସମସ୍ତେ ବିସ୍ମିତ ହୋଇ ଚାହିଁ ରହିଲେ ତାଙ୍କ ମୁହଁକୁ। ତୁରଙ୍ଗମ! ପାଣ୍ଡୁଲିପିର ଆହୁରି କେତେ ପୃଷ୍ଠା ଖେଳେଇ ଗଲେ ନଚଦେବ। ଅନେକ ଦିନ ତଳେ ଲେଖିଥିଲେ, ତଥାପି ଖୁବ୍ ଭଲ ଲେଖିଥିଲେ ବୋଲି ତାଙ୍କର ଧାରଣା ହେଲା। ଅଜିଜା ମୁଁ ଯେଉଁ ଘର ଖଣ୍ଡିକରେ ରହୁଥିଲି, ତାହା ମୋ କଳ୍ପନାର ସ୍ଵର୍ଗପୁର ନ ଥିଲା। କାଏରୋରେ ଏକ ସ୍ୱଳ୍ପପ୍ରଖ୍ୟାତ ଅଞ୍ଚଳର ଗୋଟିଏ ଗଳିର ଶେଷ ମୁଣ୍ଡରେ ଏହି ଘରଟି ଅବସ୍ଥିତ। ଯେଉଁ ଇସ୍କୁଲରେ ମୁଁ ଶିକ୍ଷକର କାର୍ଯ୍ୟ କରେ, ଘରଟି ତାହାର ଅଳ୍ପ ଦୂରବର୍ତ୍ତୀ ହୋଇଥିବାରୁ ଘରପ୍ରତି ମୋର ଆକର୍ଷଣ ରହିଥିଲେ। ମଧ୍ୟ ଦିନର ଜଞ୍ଜାଳମୟ ସମୟର